ଏବେ ସମସ୍ତେ ଆସନ୍ତୁ। ବହୁବଜାର ପୋଲିସ୍ ଷ୍ଟେସନ୍ ରୁ ସହାସ୍ୟ ବଦନରେ ଛାୟା ସହିତ ଶତ୍ରୁଜିତ୍ ବାହାରକୁ ଆସିଲେ। ଟ୍ୟାକ୍ସିଟା ମିଳିବାରେ ବି ବିଳମ୍ବ ହେଲା ନାହିଁ। କେତେକ ମୁହୂର୍ତ୍ତ ପରେ ଲୋଅର ଚିତ୍ପୁର ରୋଡରେ ଥିବା ହୋଟେଲ 'ମେରୀନା' ନିକଟରେ, ଟ୍ୟାକ୍ସି ଆସି ଅଟକିଲା ତନ୍ମୟ ଅପେକ୍ଷା କରିଥିଲେ। ଏମାନଙ୍କୁ ସାଙ୍ଗରେ ନେଇ ନିଜେ ରହୁଥିବା ପ୍ରକୋଷ୍ଠ ଭିତରେ ପ୍ରବେଶ କରି କୋଠରିର ଦ୍ୱାର ବନ୍ଦ କଲେ। ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କରୁକରୁ ଶତ୍ରୁଜିତ୍ କହିଲେ "ତମେ ଯେ ଏତେ ଦୂରଦର୍ଶିତା ସହକାରେ ଆଗେଇ ଆସିବ ମୁଁ କେବେ ଭାବି ପାରି ନ ଥିଲି, ତନ୍ମୟ! ଅବଶ୍ୟ ତମ ଖବର ପାଇବା ଆଗରୁ ଏସ୍. ପି. ଏଠାକୁ ଓୟାରଲେସ୍ ମେସେଜ୍ ପଠାଇଥିଲେ କିନ୍ତୁ ମୁଁ ଯାହା ଭାବିଥିଲି ଫଳ ଠିକ୍ ତାହା ହିଁ ହେଲା। ଏଠାକାର ପୋଲିସ୍ ସୌଭାଗ୍ୟ ମିଶ୍ରକୁ ଫଲୋ କରିପାରି ନ ଥିଲେ। ତା' ହେଲେ ଆପଣଙ୍କ ସହିତ ଏସ୍. ପି. ମିଷ୍ଟର ବହହିଦାର ଆଉ ଜୟରାମ ମିଶ୍ରଙ୍କର ଆଡ୍ଭୋକେଟ୍ ମିଷ୍ଟର ବାନାମ୍ବର ମହାପାତ୍ର ବହୁ ବଜାର ପୋଲିସ୍ ଷ୍ଟେସନ ରେ ଅପେକ୍ଷା କରିଛନ୍ତି। ଏବେ ସୌଭାଗ୍ୟ ମିଶ୍ର ସୌଭାଗ୍ୟ ମିଶ୍ର ଏଇ ପଂଦର ମିନିଟ୍ ଆଗରୁ ବେଣ୍ଟିକ ଷ୍ଟ୍ରିଟରୁ ଫେରିଲା। ବେଣ୍ଟିକ୍ ଷ୍ଟ୍ରିଟ୍? ହଁ, ମୁଁ ତାକୁ ଖୁବ୍ ଗୋପନରେ ଅନୁସରଣ କରି ଯାଇଥିଲି। ସେଠାରେ ''ମନାଶ୍ରୀ ପିକ୍ଚର୍ସ'' ଲେଖାଥିବା ଏକ ବିଲଡ଼ିଂ ଭିତରକୁ ଯାଇ ଅଧଘଣ୍ଟାଏ ପରେ ଫେରିଲା। ତା'ପରେ ସିଧାସଳଖ ଏହି ହୋଟେଲ୍କୁ। ଏବେ ସେ ଅପ୍ ଷ୍ଟୟାରର ରୂମ୍ ନଂ ପଂଚାବନରେ ରହିଛି। ତା'ପରେ ସେଠାରୁ ଫେରିବା ପରେ ସେ ସୁଧପୁର ଟେଲିଫୋନ କରିଥିଲା। ସୁଧପୁର? ଏଇ ହୋଟେଲର ଟେଲିଫୋନ ଅପରେଟରଙ୍କୁ ମୁଁ ନିଜର ପରିଚୟ ଦେଇ, ସେ କୁଆଡ଼େ ଟେଲିଫୋନ କଲେ ମୋତେ ଜଣାଇବାକୁ କହିଥିଲି। ତେଣୁ ସୌଭାଗ୍ୟ ମିଶ୍ର ଟ୍ରଙ୍କକଲ୍ ବୁକ୍ କରିବା ସଙ୍ଗେ ସଙ୍ଗେ ସେ ମେତେ ଜଣାଇଲେ। ଆଉ କ୍ରସ୍ ଲାଇନ ବି ଦେଇଥିଲେ। ଶତ୍ରୁଜିତ୍ଙ୍କ ଚକ୍ଷୁ ପୁଣି ଥରେ ଉଜ୍ୱଳ ହୋଇଉଠିଲା। ଉତ୍କଣ୍ଠିତ ଭାବରେ କହିଲେ "କାହା ସହିତ ସେ କଥାବାର୍ତ୍ତା କରୁଥିଲା? ରୀତା ବୋଲି ଜଣେ ସ୍ତ୍ରୀଲୋକ ସାଙ୍ଗରେ। ମୋର ମନେହୁଏ ଉଭୟଙ୍କର ସମ୍ପର୍କ ଖୁବ୍ ମଧୁର। ଆଜି ଆଠଟାବେଳେ ସେ ଏଇଠାକୁ ଆସିବ। ସେମାନଙ୍କ କଥାବାର୍ତ୍ତାରୁ ମୁଁ ଜାଣିଲି ସେମାନେ କାଲି ସକାଳ ସାତଟା ପ୍ଲେନ୍ରେ ସିଙ୍ଗାପୁର ଯାଉଛନ୍ତି। ସିଙ୍ଗାପୁର? ହଁ। ଓଃ! ତମେ ଯଦି ତାକୁ ଫଲୋ କରି ନ ଥା'ନ୍ତ ତା'ହେଲେ ଆଉ ହୁଏତ ସୌଭାଗ୍ୟ ମିଶ୍ରକୁ ଧରିପାରିବା ଆମ ପକ୍ଷରେ ସମ୍ଭବ ହୋଇ ନ ଥାନ୍ତା କିନ୍ତୁ ସୌଭାଗ୍ୟ ମିଶ୍ରର ଅପରାଧ କ'ଣ? ଅସଂଖ୍ୟ ଅପରାଧରେ ଅପରାଧୀ ସେ। ପ୍ରଥମେ ଅବଶ୍ୟ ଏ ଘଟଣାଟା ସାମାନ୍ୟ ବୋଲି ମୋର ମନେ ହେଉଥିଲା। ତମେ ଜାଣିନ, ତନ୍ମୟ, ଗତକାଲି ଭିତରେ ଦୁଇ ଦୁଇଟା ହତ୍ୟାକାଣ୍ତ ସେ ଘଟେଇଛି। କିନ୍ତୁ କେମିତି? ମୋର ଯେତେଦୂର ମନେହୁଏ ସବୁଗୁଡ଼ିକ ପାଞ୍ଚଟା ପୂର୍ବରୁ। ଆଉ ଉଭୟ ହତ୍ୟାକାଣ୍ତ ସେ ଏତେ ଚତୁରତାର ସହିତ ସମ୍ପନ୍ନ କରିଛି ଯେ ନିଜ ବିରୁଦ୍ଧରେ କୌଣସି ପ୍ରମାଣ ସେ ଛାଡ଼ି ଆସି ନାହିଁ। ତା'ହେଲେ ଜୟରାମ ମିଶ୍ର ଶତ୍ରୁଜିତ୍ ହସିଲେ। ଅସଲ ରହସ୍ୟ ସେଇଠାରେ ଅଟକିଛି, ତନ୍ମୟ! ଅବଶ୍ୟ ସେ ନିଖୁଣ ଭାବରେ ଯୋଉ ଅପରାଧ କରିସାରିଛି, ଆଇନ ଅନୁସାରେ ପୋଲିସ ତାକୁ ଗିରଫ କରିବା ଭଳି ପ୍ରମାଣ କିଛି ନାହିଁ। ଅଥବା ଗିରଫ କଲେ କିଛି ଫଳ ମିଳିବାର ଆଶା ନ ଥିଲା। ତା'ହେଲେ ପୁଣି ହସିଲେ ଶତ୍ରୁଜିତ୍। ଯୋଉ ଫାଶ ବସାଇ ସେ ନିର୍ବିଘ୍ନରେ ଭାରତ ଛାଡ଼ି ପଳାଇଯିବାକୁ ବସିଥିଲା, ସେଇ ଫାଶ ଯେ ତା'ର ଗଳାକୁ ଚାପି ଧରିବ ଏ ବିଶ୍ୱାସ ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି କରିପାରିବ ନାହିଁ। ଦୁର୍ବୋଧ୍ୟ ଭଙ୍ଗୀରେ ଶତ୍ରଜିତ୍ଙ୍କୁ ଅନାଇ ରହିଲେ ତନ୍ମୟ। ତାଙ୍କର ମନୋଭାବ ବୁଝିପାରି ଶତ୍ରୁଜିତ୍ କହିଲେ " ଏବେ ତ ଆଠଟା ବାଜିବାକୁ ବସିଲାଣି। ତମେ ସିଧାସଳଖ ବହୁବଜାର ପୋଲିସ ଷ୍ଟେସନକୁ ଫୋନ୍ କରି ଏସ. ପି. ସାହେବ ଇତ୍ୟାଦିଙ୍କୁ ଏଠାକୁ ଆସିବାକୁ କୁହ। ତନ୍ମୟ ରିସିଭର ଉଠାଇ ସମ୍ୱାଦଟି ଜଣାଇଦେଲି। ପର ମୁହୂର୍ତ୍ତରେ କବାଟରେ ନକ୍ ହେଲା। ରିସିଭର ରଖି ଦ୍ୱାରା ଖୋଲିଲେ ତନ୍ମୟ। ଜଣେ ଯୁବକ ଭିତରକୁ ପ୍ରବେଶ କରି ଏମାନଙ୍କୁ ଦେଖିବା ମାତ୍ରେ ତନ୍ମୟଙ୍କୁ ଅନାଇ ରହିଲେ। ଏ ହେଉଛନ୍ତି ଶତ୍ରୁଜିତ୍ ଆଉ ତାଙ୍କର ସେକ୍ରେଟେରୀ ଛାୟା। ଆଉ ଏ ହେଉଛନ୍ତି ମିଷ୍ଟର ବାନାର୍ଜୀ, ଟେଲିଫୋନ୍ ଆରେଟର।